ମାତ୍ର ମୂଲିଆ ଶ୍ରେଣୀର ହେଲେ ମଧ୍ୟ ମ୍ୟାକ୍ମାର୍ଡ଼ୋ ବେଶ୍ ଶିକ୍ଷିତ–ଲେଖାଲେଖି କରିବାରେ ଧୁରନ୍ଧର। ତେଣୁ ତାଙ୍କପ୍ରତି ଲୋକଙ୍କର ଶ୍ରଦ୍ଧା ଓ ସମ୍ମାନ ବହୁତ ବେଶୀ ବଢ଼ିଗଲା। ସମସ୍ତ ଦିନ ଦୋକାନରେ ରହିବାକୁ ପଡ଼େ। ସେହି କାରଣରୁ କ୍ଳବକୁ ଯାଇ ମ୍ୟାକ୍ଜିଣ୍ଟି ବା କ୍ଳବର ଅନ୍ୟ କମ୍ରେଡ଼ମାନଙ୍କ ସହିତ ଚିହ୍ନାପରିଚୟ ହେବାର ସୁଯୋଗ ତାଙ୍କୁ ଯୁଟିଲା ନାହିଁ। କିନ୍ତୁ ହଠାତ୍ ଦିନେ ସ୍କାନଲ୍ୟାନ୍ ଆସି ତାଙ୍କୁ ମନେ ପକାଇଦେଲେ ଯେ ସେ ମସ୍ତବଡ଼ ଭୁଲ କରିଅଛନ୍ତି। ଯେ କୌଣସି ପ୍ରକାରେ ସମୟ କରି କ୍ଳବକୁ ସେ ଯାଇଥାଆନ୍ତେ ଏବଂ ସର୍ଦ୍ଦାର ମ୍ୟାକ୍ଜିଣ୍ଟିଙ୍କ ସହିତ କଥାବାର୍ତ୍ତା ହୋଇ ଆସିଥାଆନ୍ତେ–ଏହା ହିଁ ତାଙ୍କର ଉଚିତ ଥିଲା। ମ୍ୟାକ୍ମାର୍ଡ଼ୋ ଏହି ଉପଦେଶ ଶୁଣି ଉତ୍ତର ଦେଲେ, ''ସମୟ ପାଇଲି କେଉଁଠି? ଗୋଟାଏ ତ ପୁଣି କିଛି ନା କିଛି କାମର ବ୍ୟବସ୍ଥା କରିବାକୁ ହେବ। '' ସ୍କାନଲ୍ୟାନ୍ ଅବାକ୍ ହୋଇଗଲେ। ''ଆଚ୍ଛା କଥା, ରଖିଦିଅ ତୁମର କାମ। ତୁମର ଏଠାକୁ ଆସିଲା ପରେ ପ୍ରଥମ କାମ ହେଉଛି, କ୍ଳବକୁ ଯାଇ ସର୍ଦ୍ଦାରଜୀଙ୍କୁ ଅଭିବାଦନ ଜଣାଇବା। କାରଣ, ଯଦି କୌଣସି ମତେ ତୁମ ସମ୍ପର୍କରେ ତାଙ୍କ ମନରେ ଗୋଟାଏ କିଛି ଖରାପ ଧାରଣା ଆସେ, ତେବେ ଅବସ୍ଥା କଅଣ ହେବ ବୁଝିପାରୁ ନାହିଁ? ତୁମ ଭାଗ୍ୟରେ ଏପରି ବିପଦ ଘଟିବ, ଯାହା କି ସ୍ୱୟଂ ଭଗବାନ ମଧ୍ୟ ବଦଳାଇ ପାରିବେ ନାହିଁ। '' ଏ କଥାରେ ମ୍ୟାକ୍ମାର୍ଡ଼ୋ ଆଶ୍ଚର୍ଯ୍ୟ ହୋଇଯାଇ ଜବାବ ଦେଲେ, ''ମୁଁ ତ ପୁଣି ଦୁଇ ବର୍ଷ ହେଲା କ୍ଳବରେ ସଭ୍ୟ ହୋଇ ରହିଅଛି। ତାଙ୍କର ଯେଉଁ ଦଳ, ମୋର ବି ସେହି ଦଳ, ସୁତରାଂ '' କଥା ମଝିରେ ବାଧା ଦେଇ ସ୍କାନଲ୍ୟାନ୍ କହିଉଠିଲେ, ''ଥାଉ ଥାଉ; ତୁମର ଉଚିତ ଥିଲା, ଆଗ ଯାଇ ସର୍ଦ୍ଦାରଙ୍କୁ ଦର୍ଶନ କରି ଆସିବା। '' —ତା ହେଲେ କଅଣ ଏଠାରେ କ୍ଳବର ନିୟମ। କାନୁନ ସ୍ୱତନ୍ତ୍ର? —ସେ ସମ୍ପର୍କରେ ମୁଁ କିଛି ହେଲେ କହିବି ନାହିଁ। ହଁ, ଆଉ ଗୋଟିଏ କଥା। ମୁଁ ସେଦିନ ରେଳଗାଡ଼ିରୁ ଓହ୍ଳାଇଗଲା ପରେ ତୁମେ ପୋଲିସ କର୍ମଚାରୀଙ୍କୁ ଆଚ୍ଛା ଦୁଇ ପଦ କଡ଼ାକଡ଼ା କଥା ଶୁଣାଇଦେଇଅଛ ବୋଲି ଶୁଣିଲି। —ହଁ, ସେହିପରି ଗୋଟାଏ ଘଟଣା ଘଟିଗଲା। ତେବେ ଆପଣ ତାହା ଜାଣିଲେ କିପରି? —ଏଠାରେ କୌଣସି କଥା ଆମ ପାଖରେ ଲୁଚି ରହିପାରିବ ନାହିଁ। ତେବେ ପୋଲିସ ଉପରେ ତୁମର ଯେ ଏତେ ଦୂର ରାଗ, ଏହା ଫଳରେ ସର୍ଦ୍ଦାର ମ୍ୟାକ୍ଜିଣ୍ଟି ଙ୍କ ସହିତ ତୁମର ଦୋସ୍ତିଟା ଖୁବ୍ ବଢ଼ିଯିବ ବୋଲି ମୁଁ ଭାବୁଅଛି। —କାହିଁକି? ସେ କଅଣ ମୋ ପରି ପୋଲିସକୁ ଘୃଣା କରନ୍ତି? ସ୍କାନଲ୍ୟାନ୍ କିଛି ଉତ୍ତର ନ ଦେଇ କେବଳ ହସିପକାଇଲେ। ତା ପରେ ସେଠାରୁ ବିଦାୟ ଘେନି ଗଲାବେଳେ ଫୁସ୍ଫୁସ୍ କରି କହିଗଲେ, ''ଅବଶ୍ୟ ଟିକିଏ ଡେରି ହୋଇଗଲାଣି; ତଥାପି ତୁମେ ଆଉ ବେଶୀ ବିଳମ୍ବ ନ କରି ସର୍ଦ୍ଦାରଙ୍କ ପାଖକୁ ଯାଇ ଚିହ୍ନାପରିଚୟ ହୋଇ ଆସ। ନ ହେଲେ ପୋଲିସ କର୍ମଚାରୀଙ୍କ ସଙ୍ଗେସଙ୍ଗେ ସେ ମଧ୍ୟ ତୁମକୁ ଘୃଣା କରିବା ଅସମ୍ଭବ ନୁହେଁ। '' ସ୍କାନଲ୍ୟାନ୍ ଚାଲିଗଲା ପରେ ମ୍ୟାକ୍ମାର୍ଡ଼ୋ ନିଜ କାମରେ ମନ ଦେଲେ। ସନ୍ଧ୍ୟାରେ ବୋର୍ଡ଼ିଂକୁ ଫେରି ଆସିଲାରୁ ବୃଦ୍ଧ ଶାଫ୍ଟର ତାଙ୍କୁ ନିଜ ଘରମଧ୍ୟକୁ ଡାକିନେଲେ। ଘରଭିତରକୁ ଯିବା ସଙ୍ଗେସଙ୍ଗେ ବୃଦ୍ଧ ପ୍ରଥମେ କବାଟ ଭିତରୁ ବନ୍ଦ କରିଦେଲେ। ତା ପରେ ମ୍ୟାକ୍ମାର୍ଡ଼ୋଙ୍କୁ ଚାହିଁ କହିଲେ, ''ତୁମ